କହୁ କହୁ ଘରୁ ବାହାରିଗଲା ଚନ୍ଦ୍ରାବତୀ। ନିର୍ବେଦ ଭାବରେ ଠିଆ ହୋଇ ଆକାଶକୁ ଚାହିଁଥିଲା ହେମକାନ୍ତ। କି ଆଶ୍ଚର୍ଯ୍ୟ ଏ ବାଳିକା? ଝଡ଼ ପରି ଆସିଲା.. ଉଲ୍କା ପରି ଚାଲିଗଲା। ମନରେ ଭୟ ନାହିଁ,ସଙ୍କୋଚ ନାହିଁ, ଗ୍ଳାନି ନାହିଁ। ପୁଣି କିଛି ନ କହି ଅନେକ କିଛି କହିଗଲା। ଏ କହିବା କହିବା ନୁହେଁ, ହେମକାନ୍ତର ପୌରୁଷ ଉପରେ ପ୍ରବଳ ଆକ୍ଷେପ। ଏ ଆକ୍ଷେପକୁ ସହ୍ୟ କରି ହେବ ନାହିଁ। ଚନ୍ଦ୍ରାବତୀକୁ ଉତ୍ତର ଦେବାକୁ ହେବ। ଯେପରି କି ଏ ଅଶ୍ଳୀଳ ଆକ୍ଷେପ ଆଉ ଚନ୍ଦ୍ରାବତୀ କରି ନ ପାରେ। ବ୍ୟଥିତ ଭାବରେ ଖଟ ଉପରେ ଗଡ଼ି ପଡ଼ିଥିବା ହେମକାନ୍ତ..। ସେ ଦିନ ଆଉ ଆଜି। ଚିନ୍ତା କରୁଛି ହେମକାନ୍ତ। ଜଣେ ଚନ୍ଦ୍ରାବତୀ ଆଉ ଜଣେ ଲୋପାମୁଦ୍ରା, ଜଣେ ସ୍ଥିତିବାନ ଆଉ ଜଣେ ସର୍ବହରା। ପାର୍ଥକ୍ୟ କିଛି ନାହିଁ, ପୁଣି ଅନେକ କିଛି। ସେ ଦିନ ଚନ୍ଦ୍ରାବତୀ ଆସିଥିଲା ଆପେ ଆପେ। ହେଲେ ଆଜି ଲୋପାମୁଦ୍ରା ଦୂରେଇ ଦେଇଛି ହେମକାନ୍ତକୁ। କିନ୍ତୁ ଦୂରେଇ ହେବାରେ ଆଗ୍ରହ। ନିଭୃତ ଜିନିଷରେ ପ୍ରବଳ ମୋହ,ଗୁପ୍ତ ଜିନିଷକୁ ଦେଖିବାରେ ବିକଳତା ସବୁବେଳେ ମଣିଷକୁ ପାଗଳ କରେ। ନାରୀର ନିଭୃତ ଅଙ୍ଗ ଯେବେ ଆବୃତ ହୋଇ ନ ରୁହନ୍ତା ତେବେ ପୁରୁଷ ସମାଜର ବୃଥା ବିକଳତା ପ୍ରକାଶ ପାଆନ୍ତା ନାହିଁ। ନିମ୍ନ ଭାବରେ ବିଛଣାରେ ପଡ଼ି ରହିଛି ହେମକାନ୍ତ। ଲୋପାମୁଦ୍ରା ଦୂରେଇ ଦେଇଛି। ଆଜି ବିରାଟ ଅଧ୍ୟାପକ ଜୀବନ କ୍ଷତବିକ୍ଷତ। ଭାରତର ମୁଦ୍ରାମୂଲ୍ୟ ହ୍ରାସ ହେମକାନ୍ତକୁ ଯେତେ ଯନ୍ତ୍ରଣା ଦେଇ ନ ଥିଲା, ସେତେ ଯନ୍ତ୍ରଣା ଦେଇଛି ଲୋପାମୁଦ୍ରାର ରୁକ୍ଷ ବ୍ୟବହାର। କିନ୍ତୁ ଦିନ ଥିଲା, ଯେତେବେଳେ ଲୋପାମୁଦ୍ରା ହେମକାନ୍ତର ନିଜତ୍ୱକୁ ସ୍ୱୀକାର କରିଥିଲା। ସେ ଦିନ ଆଉ ଆଜି.. ଅନେକ ପ୍ରଭେଦ। ଆଜି ଲୋପାମୁଦ୍ରାକୁ ଭୁଲିଯିବାରେ ହିଁ ଅଧିକ ଶାନ୍ତି, ଅଧିକ ଆଶ୍ୱସ୍ତି। ହେମକାନ୍ତ ଥିଲା ଅଧ୍ୟାପକ ଆଉ ଲୋପାମୁଦ୍ରା ଥିଲା ଛାତ୍ରୀ। ଅର୍ଥଶାସ୍ତ୍ରର ଅଧ୍ୟାପକ ଭାବରେ ହେମକାନ୍ତ ଯେତେବେଳେ ବୈଦେଶିକ ଆମଦାନୀ ବିଷୟରେ ବୁଝାଉଥିଲା-ସେତେବେଳେ ଯୁକ୍ତି କରିବାକୁ ଆରମ୍ଭ କରୁଥିଲା ଲୋପାମୁଦ୍ରା। ହେମକାନ୍ତ କହେ-ଭାରତ ଏକ ପରାଙ୍ଗପୃଷ୍ଟ ଦେଶ। ବୈଦେଶିକ ସାହାର୍ଯ୍ୟ ବିନା ଏ ଦେଶ ତିଷ୍ଠି ରହିପାରେ ନାହିଁ। କେବଳ ଭାରତ ନୁହେଁ-ପ୍ରତ୍ୟେକ ବିକାଶଶୀଳ ଦେଶଗୁଡ଼ିକର ଅବସ୍ଥା ଏଇଆ। ଆବଶ୍ୟକୀୟ କଳକବ୍ଜା, ଯନ୍ତ୍ରପାତି ପାଇଁ ଭାରତ ଅନ୍ୟ ଦେଶ ନିକଟରେ ଆଣ୍ଠୁ ଭାଙ୍ଗି ଠିଆ ହୁଏ। ମୁଣ୍ଡପାତି ନିଜ ସାର୍ବଭୌମତ୍ୱକୁ ବଳିଦିଏ। କେବଳ ଯନ୍ତ୍ରପାତି ପାଇଁ ଯେ ଭାରତ ପର ପାଖରେ ହାତ ପତାଏ ତାହା ନୁହେଁ, ଭାରତର ବର୍ଦ୍ଧନଶୀଳ ଅର୍ଥନୀତି ବଡ଼ କ୍ଷୟିଷ୍ଣୁ। ସାପର ବୟସ ବୃଦ୍ଧିରେ ପୃଚ୍ଛ ନଷ୍ଟ ପରି ଆମ ଦେଶରେ ଗୋଟିଏ ଅଭାବ ଆଉ ଗୋଟିଏ ଅଭାବର କାରଣ ହୁଏ। ଆମ ଦେଶ କୃଷିପ୍ରଧାନ ଦେଶ। ନେତାମାନେ କହନ୍ତି ଆମ ଦେଶର ଅଶୀଭାଗ ବ୍ୟକ୍ତି କୃଷକ। ତଥାପି ମଧ୍ୟ ଖାଦ୍ୟଶସ୍ୟର ଅଭାବ ଆମ ଜାତି ନିକଟରେ କମ୍ ଲଜ୍ଜାର କାରଣ ନୁହେଁ। ଯୁକ୍ତି ଛଳରେ କୁହାଯାଏ-ଆମ କୃଷିର ଆଧୁନିକୀକରଣ ହୋଇ ନାହିଁ ବୋଲି ଆମକୁ ଖାଦ୍ୟଶସ୍ୟର ଅଭାବ ପଡ଼ୁଛି। ସତରେ କଥାଟା ଯେ କେତେ ଗୁରୁତର, ତାହା ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରିବାର ଗୁରୁତ୍ୱ ରହିଛି। ଚିକାଗୋର ଗହମରେ ଭାରତ କେତେ ଦିନ ଆଉ ବଞ୍ଚିବ? କେବଳ ଅଧ୍ୟାପକ ହେମକାନ୍ତ ଯେ ଭାରତର ଏ ଦୁର୍ଭାଗ୍ୟ କଥା ହୃଦୟଙ୍ଗମ କରିଥିଲା ତା' ନୁହେଁ। ଅନେକ ମଣିଷ ଏ କଥା ବୁଝିଛନ୍ତି। ତଥାପି ଆମ ଦେଶରେ ଖାଦ୍ୟପାଇଁ ଆନ୍ଦୋଳନ ଚାଲେ। ଆଉ ସେହି ବିଳ୍ପବୀ ଜନତାକୁ ଖାଇବା ପାଇଁ ଚାଉଳ ନ ମିଳେ, ମିଳେ ରାଇଫଲ୍ର ଗୁଳି। କ୍ଲାସ୍ରୁମର ଲେକ୍ଚର ଥେଟର ଉପରେ ଉତ୍ତ୍ୟକ୍ତ ହୋଇ ଆରମ୍ଭ କରିଥିଲା ହେମକାନ୍ତ- ଦିନ ଆସିବ, ଆମକୁ ଆମର ସାର୍ବଭୌମତ୍ୱ ଅପର ହାତରେ ଟେକିଦେବାକୁ ପଡ଼ିବ। ସ୍ୱାବଲମ୍ବୀ ହେବାର ଯେଉଁ ଅସଲ ଜିନିଷଟି ଦରକାର, ତାହା ଆମ ପାଖରେ ନାହିଁ। ହଠାତ୍ ଛାତ୍ରୀ ବେଞ୍ଚର ଗୋଟାଏ କଣରୁ କମ୍ପି ଉଠିଥିଲା ଲୋପାମୁଦ୍ରା। ସ୍ଥିର ଦୃଷ୍ଟିରେ ଚାହିଁଥିଲା ହେମକାନ୍ତ। -ମୋ ମତରେ ଭାରତ ସ୍ୱାବଲମ୍ବୀ। କିନ୍ତୁ ଉପଯୁକ୍ତ ପରିଚାଳନାରେ ଅଭାବ ଯୋଗୁଁ ଆମକୁ ଖାଦ୍ୟସଙ୍କଟ ପଡ଼ୁଛି। ଆମେ ଅପର ନିକଟରେ ହାତ ପାତୁଛୁ। ହସର ସାମାନ୍ୟ ରେଖା ଟାଣି ହେମକାନ୍ତ କହିଥିଲା ମୁଁ ବୁଝୁଛି ଲୋପମୁଦ୍ରା। ଉପଯୁକ୍ତ ପରିଚାଳନାର ଅଭାବ ମଧ୍ୟ ଆମର ଏକକ ଅନ୍ତରାୟ। କିନ୍ତୁ ଭାରତର ଜନସଂଖ୍ୟା ତୁଳନାରେ ଖାଦ୍ୟ ଉତ୍ପାଦନର ହିସାବ ରଖିଛି ତ?